ଏହାରି ଭିତରେ ଏଇ ସେରପା ଝିଅମାନଙ୍କର ଯାତାୟତ, କଥାବାର୍ତ୍ତା ଆନନ୍ଦ ମଉଚ୍ଛବ। ମନ କ'ଣ ସ୍ଥିର ହୋଇ ରୁହେ? ମସ୍ତିଷ୍କ ଦୋହଲି ଯାଏବର ଓହଲ ଧରି ଏପଟକୁ ସେପଟକୁ ଦୋହଲିଲା ପରି ମୋର ମନଟା ଯେପରି ବିକ୍ଷିପ୍ତ ଚଞ୍ଚଳ ରାତିରେ ଚାଲିଚି। ଲୋଲୁପ ଆଖି ଦୁଇଟି ଦେଖି ଚାଲିଛି ଅନିନ୍ଦ୍ୟ ପସରାର ପ୍ରତି ସାମଗ୍ରୀକୁ। ଏମାନେ କିମିତି ଖାଆନ୍ତି-କିମିତି ରୁହନ୍ତି, କିମିତି ଗାଧାନ୍ତି, ଖେଳନ୍ତି, ବୁଲନ୍ତି ପ୍ରତି କଥା ଦେଖିବାକୁ ଚାହେଁ। ତୁଙ୍ଗସୁଙ୍ଗ ବସ୍ତିରେ ମେନଦଭାର ଘର। ମେନଦଭା ଆଜି ମୋର ନିର୍ଦ୍ଦେଶକ; ହୋଟେଲରେ ସେ ଚାକିରୀ କରେ। ତା'ରି ସାଙ୍ଗରେ ଜଲାପାହାଡ଼କୁ ଯାଉ ଯାଉ ଏଇଠି ଆସି ଅଟକି ଗଲି। ମେନଦଭାର ବାପା ବର୍ଷର ବୁଢ଼ା। ନୈଷ୍ଠିକ ବୌଦ୍ଧ। ଘର ଆଗରେ ଏକ ଦଉଡ଼ିଆ ଖଟ। ମୁଁ ବସିଛି ତାର ଉପରେ-ବୁଢ଼ା କହି ଚାଲିଛି ଗପ। ଲାସାର କଥା। ଖ୍ରୀଷ୍ଟନମାନଙ୍କ ଜେରୁଜେଲମ, ମୁସଲମାନ ମାନଙ୍କର ମକ୍କା ପରି ବୌଦ୍ଧମାନଙ୍କର ପ୍ରଧାନ ତୀର୍ଥ ହେଲା ଲାସାରେ-ତିବ୍ଦତର ରାଜଧାନୀ। ବୌଦ୍ଧମାନଙ୍କର ବିଶ୍ୱାସ-ତାଙ୍କର ଆତ୍ମାଟା ଲାସାରେ-ଦେହଟା ଏଠି ଜୀବିକା ଲାଗି ପଡ଼ି ରହିଛି। ଦାର୍ଜିଲିଂରେ ସୋରପାମାନଙ୍କର ନିଜର ମଠ ବା ବୌଦ୍ଧ ମନ୍ଦିର ନାହିଁ-ଯାହା ଅଛି ସିକିମ ଓ ନେପାଳୀମାନଙ୍କର। ଏମାନଙ୍କର ନିଜ ମୂଳ ବାସସ୍ଥାନ ଦାର୍ଜିଲିଂ ନୁହେଁ-ମାରୁଆଡ଼ି, ଗୁଜୁରାଟୀମାନେ ଯେପରି ରାଜସ୍ଥାନ, ଗୁଜରାଟ ଛାଡ଼ି ଧନ ଅର୍ଜିବାପାଇଁ ଭାରତର ବିଭିନ୍ନ ସ୍ଥାନରେ ଆସି ଆସ୍ଥାନ କମାଇ ବସିଛନ୍ତି ସେହିପରି ଏମାନେ ଘରଦ୍ୱାର ଭାଇ ବନ୍ଧୁ କୁଟୁମ୍ୱ ଛାଡ଼ି ଚାଲି ଆସିଚନ୍ତି ଦାର୍ଜିଲିଂ-ଅବଶ୍ୟ ବହୁ ବର୍ଷ ଧରି ଆସିଲେଣି-। ଏଠି ଅନ୍ନ ସଂସ୍ଥାନ ସଙ୍ଗେ ସଙ୍ଗେ ବସତି କରି ଗଲେଣି। ଶୋଲାଖମ୍ୱୁର ଏମାନଙ୍କର କିଛି କିଛି ଜମିବାଡ଼ି ଅଛି-। ସେଠି ଯେଉଁମାନେ ରୁହନ୍ତି ଆଳୁ ଜଅ ଆଦି ଫସଲ ଫଳାନ୍ତି। କିନ୍ତୁ ବିଶେଷ କରି ଗାଈର ବ୍ୟବସାୟ ହେଉଛି ପ୍ରଧାନ। ଚମରି ଗାଈ ଏମାନଙ୍କର ନୟନର ମଣି। ଚୌଦ ହଜାର ଫୁଟ ପର୍ଯ୍ୟନ୍ତଏମାନେ ଚମରି ଗାଈ ନେଇ ଚରାନ୍ତି। ଫସଲ ଏହି ଉଚ୍ଚଜାଗାରେ ମଧ୍ୟ କରିଥାନ୍ତି-। ଜଳବାୟୁ ବଡ଼ ନିଷ୍ଠୁର ତଥାପି ସମସ୍ତ ନିଷ୍ଠୁରତା ବିରୁଦ୍ଧରେ ଏମାନଙ୍କୁ ସଂଗ୍ରାମ କରିବାକୁ ପଡ଼େ-। ଅନେକଙ୍କ ଧାରଣା ଯେ ସେର୍ପା ବୋଇଲେ ପାହାଡ଼ ଚଢ଼ାଳୀ। ହଁ ପାହାଡ଼ଚଢ଼ା ଏମାନଙ୍କର ଜୀବନର ଏକ ବଡ଼ ପେଶା। ପେଶା ନୁହେଁ ଖେଳ। ଈଶ୍ୱର ବୋଇଲେ ଏମାନେ ଏକ ମହିମାମୟ ହିମମୟ ପର୍ବତ ବୋଲି ବୁଝନ୍ତି। ସେର୍ପା ଯୁବକ ଉପରକୁ ଚାହିଁଲେ, ଦେଖେ ଖାଲି ପାହାଡ଼-ଖାଲି ପାହାଡ଼। ଆଉ ତଳକୁ ଚାହିଁଲେ ଦେଖେ-ଗୋଟାଏ ବୋଝ। ବୋଝକୁ ସେ ପିଠାରେ ଉଠେଇ ନିଏ-ତାପରେ ପାହାଡ଼ ଉପରକୁ ଯାତ୍ରା କରେ। ତା ପକ୍ଷରେ ଏହାହିଁ ସ୍ୱାଭାବିକ, ସହଜ। ବୋଝବା ତା ପକ୍ଷରେ କିଛି ନୁହେଁ-ସେ ବିବ୍ରତ ହୋଇ ପଡ଼େନା। ମନେକରେ ତାର ହାତ, ଗୋଡ଼, ମୁଣ୍ଡ ପରି ବୋଝଟା ମଧ୍ୟ ତାର ଅବୟବର ଗୋଟାଏ ଅଂଶ। ଜୀବିକା ଲାଗି ପିଠରେ ଚୌକି ବାନ୍ଧି ମଣିଷକୁ ବସାନ୍ତି, ମଣିଷ ତୀର୍ଥ କରିବାକୁ ଯାଏ-ଦୃଶ୍ୟ ଦେଖେ। ସେ ଖାଲି ଚାଲେ ଉପରକୁ। ତେନଜିଂଙ୍କ ଭାଷାରେ ସେର୍ପାମାନଙ୍କର ତିନୋଟି ଜୀବନ। ଗୋଟିଏ ଘରକରଣା, ଅନ୍ୟଟି ଧର୍ମ, ତୃତୀୟଟି କର୍ମ-ପାହାଡ଼ ଚଢ଼ା। ଏମାନଙ୍କ ପାହାଡ଼ ଚଢ଼ାକୁ ଦେଖିଲେ, ମନେହୁଏ ଏମାନଙ୍କର ଫୁସ୍ଫୁସ୍ ଗୋଟିଏ ନୁହେଁ, ବୋଧହୁଏ ତିନୋଟି। ଟିକିଏ କ୍ଳାନ୍ତି ନାହିଁ-ହାତୀଙ୍କ ପରି ଡଳି ଢଳି ଚାଲନ୍ତି ହଜାର ହଜାର ଫୁଟ ଉପରକୁ। ଆଗରୁ କହିଚି ସେର୍ପା ବୋଇଲେ କେତେକ ଲୋକଙ୍କ ଧାରଣା ପାହାଡ଼ ଚଢ଼ାଳୀ। ଆଉ କେତେକଙ୍କ ଧାରଣା କୁଲି ବା ଗାଇଡ଼। କିନ୍ତୁ ପ୍ରକୃତ ତାହା ନୁହେଁ। ସେର୍ପା ଗୋଟିଏ ଜାତି। ସେର୍ପା ଅର୍ଥ ପୂର୍ବ ଦେଶର ଲୋକ। ବହୁ ବର୍ଷ ପୂର୍ବରୁ ଏମାନଙ୍କ ପୂର୍ବପୁରୁଷ ତିବ୍ଦତରୁ ଆସିଥିଲେ। ତିବ୍ଦତୀୟମାନଙ୍କ ସହତି ମେଳ ବେଶି-ବେଷଭୂଷା, ଖାଦ୍ୟପେୟ ପ୍ରାୟ ଅନେକାଂଶରେ। ଯେଉଁମାନେ ଆଧୁନିକ ସଭ୍ୟତା ସହିତ ମିଶି ନାହାନ୍ତି, ସେମାନଙ୍କଠି ଏହି ତିବ୍ଦତୀୟ ଆଚାର ବ୍ୟବହାର ଏ ପର୍ଯ୍ୟନ୍ତ ରହିଛି। ସବୁଠାରୁ ଅଧିକ ସମ୍ପର୍କ ଧର୍ମ-ବନ୍ଧନ। ବର୍ତ୍ତମାନ ତିବ୍ଦତରେ ଯଦିଓ ସେର୍ପା ବସତି ନାହିଁ, ତଥାପି ସେର୍ପାମାନଙ୍କ ସହିତ ଏମାନଙ୍କର ସମ୍ପର୍କ ରହିଛି। 'ରଙ୍ଗବୁକ୍' ଗୁମ୍ପାର ଯୋଗାଯୋଗ ଅଛି। ଏମାନଙ୍କର ଭାରତୀୟ ବା ନେପାଳୀୟ ଗୁମ୍ପା ନାମ ଥାୟାଂବୁକ। ଥାୟାଂବୁକଠାରୁ ରଙ୍ଗବୁକ୍ ବହୁ ଦୂର; ତଥାପି ଉଭୟ ଗୁମ୍ପାକୁ ୟାତାୟତ ଏ ପର୍ଯ୍ୟନ୍ତ ଅଛି। ଅବଶ୍ୟ ନିକଟରେ ତିବ୍ଦତ କମ୍ୟୁନିଷ୍ଟମାନଙ୍କ ଅଧିକାରକୁ ଆସିବାରୁ ଏ ସମ୍ପର୍କ ବିଶେଷ ଭାବରେ ରହି ପାରୁନାହିଁ। କାରଣ ସେଥିଲାଗି ପାସପୋର୍ଟର କଟକଣା ରହିଛି।